ସେଇ ଜଣକ ପାଇଁ ମୁଁ ମୋର ଆଗାମୀ ଭାଷଣର ରୂପ ରେଖ ଆଙ୍କୁଥାଏ ଭାବ ମୂର୍ତ୍ତି ଗଢ଼ୁଥାଏ। ଜଣେ ଥିଲେ ଶୁକ, ଜଣେ ଥିଲେ ପରୀକ୍ଷିତ। ଜଣେ ପ୍ରବକ୍ତା ପାଇଁ ଜଣେ ହିଁ ଶ୍ରୋତା ବୋଧେ ଯଥେଷ୍ଟ। ଦରଫୁଟିଲା କଢ଼ଟି ମୋର ଆତ୍ମବିକାଶର ଆକୁଳ ଆପ୍ରାଣ ସଂଗ୍ରାମ ପୁଣି ପରାହତ ମଉଳା ମୁରୁକୁଟିଆ ଧୂଳି ଲୁଣ୍ଠିତ ଫୁଲଟିର ସକରୁଣ। ଗୃହର ସମ୍ମୁଖ ବଖରାଟି ଗୁହାଳ। ଗୁହାଳରେ ଗୁହାଳେ ଗୋରୁ। ଦୁଇହଳ ବଳଦ, ଚାରିଟା ଗାଈ, ଦୁଗ୍ଧବତୀ କାମଧେନୁ ଏବଂ ତାଙ୍କର ବଂଶଧର-ମାନେ; ପୁତ୍ର କନ୍ୟା, ନାତି, ନାତୁଣୀ ଇତ୍ୟାଦି। କାହାର ନାମ ମଙ୍ଗୁଳିୟା, କାହାର ନାମ ସଁବାରିଆ, କାହାର ନାମ ଗୁରୁବାରିଆ ଇତ୍ୟାଦି ଇତ୍ୟାଦି। ତା' ପଛକୁ ବାସଉପଯୋଗୀ ଗୃହ, ମଧ୍ୟରେ ପ୍ରାଙ୍ଗଣ। ବେଶ୍ ବିସ୍ତୃତ। ଏକଦିଗରେ କୂପ ଏବଂ ଅନ୍ୟ ଦିଗରେ କ୍ଷୁଦ୍ର କ୍ଷୁଦ୍ର ବୃକ୍ଷଲତାରାଜି। କୂପର ଚତୁର୍ଦ୍ଦିଗ ସୁନ୍ଦର ସୁନ୍ଦର ପୁଷ୍ପବୃକ୍ଷ ସୁଶୋଭିତ। ଏଠି ଦଉଡ଼ିଟା, ସେଠି ମାଠିଆଟା ଏହିପରି ଛିନିଛତ୍ର ହୋଇ ପଡ଼ିଥାଏ। ଗୃହଟିରେ ଦୀନା ପାଟରାର ବାସ। ତା'ର ଜାତି ପାଟରା, ବ୍ୟବସାୟ ମଧ୍ୟ ତାହା। ସେ ବେଶ୍ ଚଳେ। ଲୋକଟି ନିରୀହ। କାହାକୁ ପଦେ ତୁଟି କହିବାର କେହି କେବେ ଶୁଣିନାହିଁ। ସରଳ, ଭଦ୍ର ଏବଂ ବିନୟୀ। ଗ୍ରାମର ଲୋକେ ତା'କୁ ବେଶ୍ ଭଲ ପାଆନ୍ତି। ଦୀନାକୁ ଆମ୍ଭେମାନେ ବାବୁ ପଦବାଚ୍ୟ କରି ନ ପାରୁ; କିନ୍ତୁ ଏକ ହିସାବରେ ସେ ବାବୁ। କଥାରେ ଲୋକେ କୁହନ୍ତି ଯାହାର ନାହିଁ ଚାଷ, ତାହାର ନାହିଁ ବାସ। ଦୀନାର ଚାଷଜମି ପ୍ରାୟ ବାରମାଣ ଥିଲା। ସେଥିପାଇଁ ଆପଣା ଅନ୍ନ ଆପେ ଭୁଞ୍ଜ ସେ ଘରେ ପୁତ୍ରକଳତ୍ର ସହିତ ସୁଖରେ ଥାଏ। ଦୀନାର ସ୍ତ୍ରୀର ନାମ ଗେହ୍ଲେଇ। ସେକାଳର ପାଟରାଣୀ। ସାହିତ୍ୟ ଏବଂ ସଭ୍ୟତାର ଏ ନାମ ରୁଚି ବିରୁଦ୍ଧ ହେବ କି ନାହିଁ, କେହି ଭାବିବାକୁ ଅବସର ପାଇ ନ ଥିଲା। ଯଦିଚ ପାଟରାଣୀ ପରି ତାହାର ସୁବର୍ଣ୍ଣ ଉଜ୍ଜ୍ୱଳ କିରୀଟ ନ ଥିଲା; ତଥାପି ତାହାର 'ସୁନୀଚ' ଶାନ୍ତି-କୁଟୀରର ସେ ପାଟରାଣୀ। ଗଣ୍ଡେଇ, କଉଶୁଲୀ ସଖୀଦ୍ୱୟ, ପୁତ୍ର ନାଥିଆ ଓ ଭୋବନା ଏବଂ କନ୍ୟା ଏକୋଇର ବଳା ଗେଲବସର ଲଖୀ ସହିତ ଗେହ୍ଲେଇ ପାଟରାଣୀ ଢେର୍ ସୁଖରେ ବାସକରୁଥିଲା ବୋଲି ଆମ୍ଭେମାନେ ବିଶ୍ୱସ୍ତସୂତ୍ରରୁ ଅବଗତ ହୋଇଅଛୁ। ଗେହ୍ଲେଇର ବାଡ଼ି ବଗିଚା ବେଶ୍। ଫଳ-ପନିପରିବା ପାଇଁ ନିତି ହାଟକୁ ତାମ୍ରମୁଦ୍ରା ପ୍ରେରଣର ଆବଶ୍ୟକତା ନ ଥିଲା। ଯଥାକାଳେ ଆମ୍ୱଟି, କଦଳୀଟି, ପଣସଟି ଛାଡ଼ି, ପିଢ଼ାରେ କଖାରୁ, ଭାଡ଼ିରେ କାକୁଡ଼ି, ପଟାଳିରେ ଶାଗ, ରନ୍ଧାଘର ସାମନାକୁ ବାଇଗଣ, ଲଙ୍କା ଇତ୍ୟାଦିର ଆମଦାନି ସମୟଗତ ଏବଂ ମନୋମତ ହେଉଥିଲା। ଦୀନାର ପରିବାରରେ ଏମାନଙ୍କୁ ଛାଡ଼ି ବୁଦ୍ଧା ପିଉସୀ ମଣି ଏବଂ ବୃଦ୍ଧ ହଳିଆଟିଏ। ବାହାରେ ଥାଏ, ଘରର ପାଞ୍ଚ ପାଇଟି କରେ, ଦଶକୋଶ କହିଲେ ଦଉଡ଼ିଯାଏ। ମଧ୍ୟବୟସ, ବଡ଼ ବିଶ୍ୱସ୍ତ। ନାମ ଲଇକ୍ଷଣା। ଆଜିକାଲିକାର ଦିନ ନୁହେଁ, ସେକାଳର କଥା। ସେତେବେଳେ ଦେଶରେ ବିଦ୍ୟାର ପ୍ରସାର ଅଳ୍ପ ଥିଲା। ସ୍କୁଲ କଲେଜର ସଂଖ୍ୟା ମଧ୍ୟ ତଥୈବଚ। ଲୋକଙ୍କ ମନରେ ବିଦେଶୀୟ ଭାଷା ଶିକ୍ଷାର ସ୍ପୃହା ମଧ୍ୟ ଅଳ୍ପ ଥିଲା। ସଂସାର ଅଳ୍ପ ବ୍ୟୟରେ ଏବଂ ସୁଖସ୍ୱଚ୍ଛଳରେ ନିର୍ବାହିତ ହେଉଥିଲା। ଯେ ପାଞ୍ଚଟଙ୍କା ପାଉଥିଲା, ସେ ବଡ଼ ବାବୁ ବୋଲାଉଥିଲା। ମାଇନର୍ ପଛେ ଖଣ୍ଡେ ପାଶ୍ ନଥିବ, ଅଥଚ ତରିଘରେ ଧାନ ଅମାର ତା'ର ଗୃହିଣୀ ହସ୍ତରେ ରୂପା କାମ, ଭୁଜାମୁଢ଼ି ଗଣ୍ଡାକ ପ୍ରଧାନ ଜଳଖିଆ। ପାଉଁରୁଟି